ତନୁ ବେକଟା ତାଙ୍କ ହାତମୁଠାରେ ପଡ଼ିଯାଆନ୍ତା କି ତା'ର ସେ ଗ୍ରୀବା ବଙ୍କାଇ ହସିବା ଛଡ଼ାଇ ଦିଅନ୍ତେ। ଓଃ, କି କ୍ଳାନ୍ତ ଲାଗୁଛି ଡାକ୍ତରଙ୍କୁ। ସକାଳେ ଯାଇଥିଲେ ଚୌଧୁରୀଙ୍କ ଘରକୁ। ସେ ଏପଟୁ ଗଲାବେଳେ ସେପଟୁ ଦଉଡ଼ିଆସୁଥିଲା ମୌସୁମୀ। ଡାକ୍ତରଙ୍କୁ ଦେଖି ଲେଉଟି ପଳାଇଗଲା। ଦୁଇଘଣ୍ଟା ସେଠି ଥିଲେ ଡାକ୍ତର। ଆଉ ଦେଖିନାହାନ୍ତି। ହେଲେ ସେହି କ୍ଷଣଦେଖା ମୁହଁଟି ମନରେ ସ୍ୱପ୍ନ ସୃଷ୍ଟି କରିଥିଲା। ଆଉ ତାକୁଇ ଭାବି ବିଭୋର ହୋଇଆସୁଥିଲେ ଡାକ୍ତର। ପ୍ରବାଳ ଦ୍ୱୀପର ସାତମହଲା ନଅରରେ ସେ ଥିଲେ ରାଜା, ମୌସୁମୀ ରାଣୀ। ତନୁର ବିଷ ନିଃଶ୍ୱାସର ଝଡ଼ରେ ଚୁର୍ମାର ହୋଇଗଲା କଳ୍ପନାର ଆକାଶଚୁମ୍ୱୀ ସୌଧ ତାଙ୍କର। –ତନୁ ଦେଖ, ସେହି ଲୋକଟାକୁ ଯେ ପାଗଳ ପରି ଦୋହଲି ଦୋହଲି ଚାଲୁଛି। ଦେଖିଲ ନା। ସେ ଲୋକଟା ପ୍ରାୟ ଅଧଘଣ୍ଟେ ଧରି ଏଇ ସେ ପାଖରେ ଠିଆ ହୋଇ ଆମକୁ ଦେଖିଲା। କ'ଣ କହିବକି କ'ଣ କରିବକି ବୋଲି ଭାବୁଥିଲି। କିନ୍ତୁ ନିର୍ବୋଧ ଲୋକଟା, ବୋକାଙ୍କ ପରି ଚାହିଁଚାହିଁ ଚାଲିଗଲା। ତନୁ ଚେନାଚୁରରୁ କିଛି ପାଟିରେ ପୂରାଇ କିଛି ହାତରେ ଧରି ଠିଆହେଲା। ତା' ପରେ ମୁଣ୍ଡ ଉଠାଇ ଚାଲିଯାଉଥିବା ଲୋକଟିକୁ ଚାହିଁଲା। ବେଶ୍ କିଛି ଦୂର ଚାଲିଯାଇଥିଲା ଲୋକଟି। କିନ୍ତୁ ଛଅଫୁଟ ଲମ୍ୱା ଲୋକଟିକୁ ଚିହ୍ନିବାରେ ତନୁର ଆଦୌ ଅସୁବିଧା ହେଲାନି। କାଗଜ ଫୁଲ ରଙ୍ଗର ପତଳା ଓଠ ଦୁଇଟି ଆସ୍ତେ ଆସ୍ତେ ଥରିଉଠିଲା। ଆଉ, ଝରିଆସିଲା ତା'ର ଘୁମନ୍ତ ଦୁଇଆଖି ପତାରୁ ଅଶ୍ରୁଧାରା। ହାତମୁଠା ଖୋଲିଗଲା। ଝରିପଡ଼ିଲା ଚେନାଚୁରଗୁଡ଼ିକ ଭୂଇଁ ଉପରେ। ତାପରେ ଆସ୍ତେ ଆସ୍ତେ କହିଲା–ଅଧଘଣ୍ଟା ଧରି ସେ ଏଠି ଠିଆ ହୋଇଥିଲେ? ପ୍ରାଣହୀନ ପ୍ରତିମା ପରି ଠିଆହୋଇ ରହିଲା ସେ। ଚବିଶ ଡାକ୍ତର ଘରେ ପହଞ୍ଚିଲେ। ଶ୍ରାନ୍ତ କ୍ଳାନ୍ତ ଦେହ, ଆଖିତଳେ ଅବସାଦର କାଳିମା। ଅଣ୍ଟାରେ ସତେଯେପରି କିଏ ପାହାରେ ଦେଇଛି। ସିଧା ହୋଇ ଠିଆହେବା ଶକ୍ତି ନାହିଁ। ଡ୍ରଇଂରୁମ୍ର ଗୋଟିଏ ଚେୟାରରେ ଦୁମ୍ କରି ବସିପଡ଼ିଲେ ଆଖିବୁଜି ମୁଣ୍ଡରେ ହାତଦେଇ। କେତେବେଳେ ବସିଥିଲେ କେଜାଣି ଅପରାଜିତାଙ୍କ ହାତର ମଧୁର ସ୍ପର୍ଶ ପାଇ ଆଖି ମେଲି ଚାହିଁଲେ। ଜବା ଫୁଲ ପରି ଆଖିର ରଙ୍ଗ ଦେଖି ବୋଉଙ୍କର ରକ୍ତ ଶୁଖିଗଲା। ବ୍ୟାକୁଳ ହୋଇ ପଚାରିଲେ–କ'ଣ ହେଲା ତୋର ମନୁ? ଦେହ କ'ଣ ଭଲଲାଗୁନି? କେତେବେଳୁ ବସିଲୁଣି? ମତେ କାହିଁକି ଡାକିନୁ? କହ ମତେ, କି କଷ୍ଟ ହେଉଛି ତୋର? ଡାକ୍ତର ସ୍ମିତ ହସି ଠିଆହୋଇ ବୋଉଙ୍କର ବେକ ଚାରିପଟେ ହାତ ଦୁଇଟି ଘେରାଇ ଦେଇ କହିଲେ–ବୋଉ, ମୁଁ ତୁମର ଗୋଟିଏ ପୁଅ ବୋଲି ତୁମେ ଏପରି ବ୍ୟସ୍ତ ହୋଇପଡ଼। ମୋର ଆଉ ଗୋଟିଏ ଭାଇ ଥିଲେ ଭଲହୁଅନ୍ତା। ତୁମେ ଏତେ ଆଉ ବିକଳ ହୁଅନ୍ତନି। ଅପରାଜିତା ତେଜିଉଠିଲେ। କହିଲେ–ଆରେ ତୋ ପୁଅ ଝିଅ ହେଲେ ତୁ ବାପ ହେବୁ ସିନା, ମାଆ ତ ହେବୁନି। ତେଣୁ ତୁ ବା ମା' ମନକଥା କ'ଣ ଜାଣିବୁ କହ? ଦୁଇଟି ପୁଅ କାହିଁକି, ଦୁଇଶହ ପୁଅ ଲାଗି ବି ମାଆର ସମାନ ବ୍ୟାକୁଳତା, ସମାନ ମମତା। ତୁ ମୂର୍ଖ,। ତେଣୁ ତୁ ଏପରି କଥା କହିଲୁ। ଏ ବିଷୟ ନେଇ ଆଉ କେବେ କିଛି ମାଆକୁ କହିବୁନି। ତୁ କହିଲୁ ଆଗ ତୋର କ'ଣ ହୋଇଛି? –କିଛି ନାଇଁ ବୋଉ। ଖରାରେ ଆସିଲି ବୋଲି କି କ'ଣ ମୁଣ୍ଡଟା ଭୀଷଣ ବିନ୍ଧୁଛି। ଅପରାଜିତା ରାଗିଲେ। କହିଲେ–ଘରେ ଗାଡ଼ି ଥାଉ ଥାଉ ତୁ ଏଇ ଖରାରେ ଚାଲି ଚାଲି ଯାଉ କାହିଁକି? କ'ଣ ହେବ ସେ ଗାଡ଼ି ଥୁଆହୋଇ? କେତେଥର ତୋତେ କହିଛି ତୁ ଖରାରେ ଚାଲି ଚାଲି ଯାଆନା। କାଲି ଯେବେ ସେ ଗାଡ଼ି ନ ବାହାର କରୁ ତାହାହେଲେ ମୁଁ ପିଟି ପିଟି ସେ ଗାଡ଼ି ଭାଙ୍ଗିଦେବି। ଚାଲ୍ କ'ଣ ଦିଇଟା ଖାଇଦେଇ ଶୋଇପଡ଼ିବୁ। –ଚାଲ। କ୍ଳାନ୍ତ ପାଦ ଯୋଡ଼ିକ ଘୋସାରି ଘୋସାରି ଡାକ୍ତର ଚାଲିଗଲେ। ଦିବ୍ୟେନ୍ଦୁ ପୁଅ ପାଇଁ ଭାରି ବ୍ୟସ୍ତ ହୋଇପଡ଼ିଲେ। ତାପରେ ପଚାରିଲେ ତନୁ... ଆସିନି? ଭାରି ଭୋକ କଲାଣି। ମନୋରଞ୍ଜନ କହିଲେ–ବୋଉ ମୋତେ ଦିଇଟା ଦେଇଦିଅ। ମୁଁ ଖାଇନିଏ। ମୁଁ ଟିକେ ଶୋଇବି। ଦିବ୍ୟେନ୍ଦୁ କହିଲେ–ହଁ ହଁ, ତୁ ଖାଇନେଇ ଶୋଇପଡ଼। ଡାକ୍ତର ଚାଲିଯିବାର ଅଧଘଣ୍ଟା ପରେ ତନୁ ଆସିଲା। ଜ୍ୟୋତିହୀନ ମୁହଁ, ଚାଲିରେ ଜଡ଼ତା, ଆଖିରେ ଭୟ, ଆଶଙ୍କା।